ଜୀବନ କହିଲେ ଆମେ ଏତିକି ମାତ୍ର ବୁଝୁ। ବୁଡ଼ି ଯାଉଥିବା ମଣିଷର ପାଦ ତଳକୁ ତଳକୁ। ଏମିତି ବୋଧହୀନ, କାଣ୍ଡଜ୍ଞାନ ଶୂନ୍ୟ ହୋଇ ଲୋକଟି ବଞ୍ଚିବା ପାଇଁ ମନରେ ଅଜସ୍ର ଘୃଣାଭାବ। ସେଇଥିପାଇଁ ସେ ବୋକାଙ୍କ ପରି ଦିନ ଦ୍ୱିପ୍ରହରେ ହାତରେ ଲଣ୍ଠନ ଧରି ଘୂରି ବୁଲୁଛି-। ହୁଏତ ତାକୁ ଦେଖି ଗୋଟାଏ ଶୁକୁଟା ମୁହଁ କରି ଜୀବନ ବିକଳରେ ଅନ୍ଧକାରରେ ଧାଉଁଥିବା ମଣିଷ ଡିବିରିଟିଏ ଯୋଗାଡ଼ କରିପାରେ। ତା' ହାତଧରି ନ ଚାଲି ପାରିଲେବି ତା' ପଛେପଛ ଥୋଡ଼ାଏ ବାଟ ଦଉଡ଼ି ଯାଇପାରେ। ଲୋକଟିର ମନ ହେଉଥିଲା ଚିତ୍କାର କରି ଡାକବାଜି ଯନ୍ତ୍ର ସାହାଯ୍ୟରେ ପୃଥିବୀବାସୀଙ୍କୁ ଶୁଣେଇ ଶୁଣେଇ କହି ଦିଅନ୍ତା ଯେ ''ବର୍ତ୍ତମାନ ସମୟ ଆସିଯାଇଛି-। ଉଠିପଡ଼! ନିଜକୁ ଦେଖ। ନିଜ ବତୁରା ମୁହଁକୁ ଥରେ ଭଲ କରି ନିରେଖି ଚାହଁ। ନିଜ କଥା ପ୍ରଥମେ ଭାବ। ନିଜ ଉପରେ ପ୍ରଚୁର ବିଶ୍ୱାସ ରଖି କାର୍ଯ୍ୟାରମ୍ଭ କର। ଏ ହୁଏତ ଯୁଦ୍ଧର ପୂର୍ବାଭାସ-! ପ୍ରତ୍ୟକ୍ଷ ଭାବରେ ଯୁଦ୍ଧ ଲାଗି ଯାଇପାରେ। ସମସ୍ତ ଶକ୍ତି ଠୁଳ କରି ଯୁଦ୍ଧର ମୁକାବିଲା କରିବାକୁ ହେବ।। ହୁଏତ ଆଉ ବେଶୀଦିନ ଧରି ଯୁଦ୍ଧ ଚାଲିବ ନାହିଁ। ଦିନ କେତୋଟି ଭିତରେ ପରିସମାପ୍ତି ଘଟିବ। ଏଯୁଦ୍ଧରେ ଯେକୌଣସି ପକ୍ଷ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯିବ। '' ଲୋକଟି ଯେଉଁ ସ୍ୱପ୍ନରେ ବିଭୋର, ତା'ର ବିଶ୍ୱାସ ଖୁବ୍ ନିକଟରେ ସେ ସ୍ୱପ୍ନ ଫଳବତୀ ହେବ। ଗୋଟିଏ ନାହିଁ ନଥିବା ସୁନ୍ଦର ପୃଥିବୀ। ତହିଁରେ ଜନ୍ମ ହୋଇନଥିବା ଏକ ରଙ୍ଗୀନ ଭବିଷ୍ୟତର ବାଟ ମଣିଷ ପାଇଁ ଫିଟିଯିବ। ଏ ସବୁଥି ପାଇଁ ପ୍ରତ୍ୟେକଙ୍କୁ ନିଜ ଉପରେ ଅଖଣ୍ଡ ବିଶ୍ୱାସ ରଖିବାକୁ ପଡ଼ିବ। ବ୍ୟକ୍ତି ଓ ତା'ର ଜୀବନର ବିଶ୍ୱାସ ହିଁ ଏକମାତ୍ର ସତ୍ୟ। ଏଥିପାଇଁ ଲୋଡ଼ା ଏକ ନିରବଚ୍ଛିନ୍ନ ସାଧନା। ଏକ ଅନ୍ତର୍ମୁଖୀ ଚେତନା ପ୍ରବାହ। ଏଇ ପ୍ରବାହର ଉଜାଣି ସୁଅରେ ଅନ୍ତରର ସୂକ୍ଷ୍ମାତିସୂକ୍ଷ୍ମ ପ୍ରଦେଶକୁ ଭାସି ଯିବାକୁ ହେବ। ହୃଦୟର ପ୍ରତ୍ୟେକଟି ତନ୍ତ୍ରୀକୁ ଆବେଗ ଓ ପୁଲକରେ ଭରି ଦେବାକୁ ହେବ। ଲୋକଟିର ଇଚ୍ଛା ପ୍ରତ୍ୟେକ ବ୍ୟକ୍ତି ଆଜିଠାରୁ ଚେଷ୍ଟା କରିବା ଉଚିତ, ଏପରି ଏକ ମହତ୍ କାର୍ଯ୍ୟକୁ ସାହସୀକତାର ସହିତ ନିଜ ହାତକୁ ନେବାକୁ। ଅନ୍ଧାରର ଡଅଁର ଗାଡ଼ରେ ପଡ଼ି ବ୍ୟକ୍ତି ଏମିତି ନିଃସ୍ୱ ଓ କ୍ଳାନ୍ତ ହୋଇ ପଡ଼ିଛି ଯେ କୌଣସି ଆଦର୍ଶ କଥା ତା' ମନର ସୀମାରେଖା ଭିତରେ ଧରାଛୁଆଁ ଦେଇ ପାରୁନି। ସବୁଆଡ଼େ କେମିତି ଏକ ଅନିଶ୍ଚିତତାର ଛାପ ଲାଗି ରହିଛି। ପ୍ରତି କଥାରେ ମନରେ ସନ୍ଦେହ ଜନ୍ମୁଛି। କୌଣସି ସତ୍ୟକୁ ଆମେ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ। ବର୍ହିଃଜଗତ ପ୍ରତି ବିଲ୍କୁଲ୍ ଅନାସକ୍ତ ହୋଇ ପଡ଼ୁଥିବା ଲୋକଟି ଅଣୁପରମାଣୁ ପର୍ଯ୍ୟନ୍ତ ଖାତିର କରେ ନାହିଁ। ମଣିଷ ହାତଗଢ଼ା ବସ୍ତୁ ସକଳର ଭୟାବହ ଅନ୍ତିମ ପରିଣତି କଥା ଦିନେ ସେ ସ୍ୱପ୍ନରେ ବି ଭାବିନି। ଯେଉଁ ପୃଥିବୀ ମଣିଷର ଚିରନ୍ତନ ମୂଲ୍ୟବୋଧ ପ୍ରତି ଉଦାସୀନ, ସେ ପୃଥିବୀର ଅଣୁ ପରମାଣୁ ସହିତ ମଣିଷ କୌଣସି ସମ୍ପର୍କ ନରଖିବା ଉଚିତ। ମଣିଷ ଏକ ସ୍ୱୟଂ ସ୍ୱତନ୍ତ୍ର ସୃଷ୍ଟି। ଲାବୋରେଟାରୀ ମଧ୍ୟରେ ଏହାର ଜନ୍ମ। କାହାରି ସହାୟତା ଲୋଡ଼ାନାହିଁ। ବଞ୍ଚି ରହିବା ପାଇଁ ଖାଲି ଯାହା ଲୋଡ଼ା ପ୍ରଚୁର ଅଭିଜ୍ଞତା। ଅଖଣ୍ଡ ବିଶ୍ୱାସ। ସେ ନିଜେ ନିଜ ଚେଷ୍ଟାରେ ସାଧ୍ୟମତେ ଅବ୍ୟାହତ ରହି ବଞ୍ଚିବ, ଠିକ୍ ହିସିଫସ୍ ପରି। ଜୀବନର ସ୍ୱାଦୁ ସେ ପ୍ରଥମେ ନିଜେହିଁ ଉପଭୋଗ କରିବ। ଅନୁଭୂତି ରହିତ ଯେକୌଣସି ତତ୍ତ୍ୱ, ତାହା ଯେତେ ପରିମାର୍ଜିତ ପରି ମନେହେଲେ ବି ଆଦୌ ଚିରନ୍ତନ ହୋଇ ପାରିବନି। ସୁତରାଂ ନିଜ ଅକଲକୁ ଖଟାଇ ସୁଡ଼ଙ୍ଗର ଦ୍ୱାର ଫିଟେଇବାକୁ ପଡ଼ିବ। ଦ୍ୱାର ଯେ ନିଶ୍ଚେ ଦିନେ ନା ଦିନେ ଫିଟିଯିବ, ଏ ବିଶ୍ୱାସ ପ୍ରଥମରୁ ରହିବା ଆବଶ୍ୟକ। ବିଶ୍ୱାସ ଓ ଅଭିଜ୍ଞତା ହିଁ ସାଂପ୍ରତିକ ମଣିଷର ବଞ୍ଚି ରହିବାର ମାପକାଠି। ଯାହାର ଏ ଦୁଇଟିରୁ କୌଣସିଟି ନାହିଁ, ସେ ଏକ ନିର୍ଜୀବ ମାଂସପିଣ୍ଡ। ଏକ ଚଳତ୍ ଶକ୍ତିହୀନ ଜଡ଼ବସ୍ତୁ ପ୍ରାୟ। ଆମ ଆଖି ଆଗରେ ଫ୍ଲାଟ ହୋଇ ପଡ଼ିଥିବା ସୁନ୍ଦର ପୃଥିବୀ ପ୍ରତି ଆଦୌ ସଚେତନ ନରହି ଗୋଠଖଣ୍ଡିଆ ଭାବରେ ବଢ଼ି ଉଠୁଥିବା ଲୋକଟି ଭାଗ୍ୟ, ଭଗବାନ, ଅଦୃଷ୍ଟ କପାଳ, କର୍ମଫଳ ଇତ୍ୟାଦି ଇତ୍ୟାଦି ଯାବତୀୟ ମନଗଢ଼ା ଅର୍ଥହୀନ ଶବ୍ଦର ଭଣ୍ଡାର ଭିତରେ କୌଣସି ଗୁରୁତ୍ୱ ଆରୋପ ନକରି ନିହାତି ଏକ ମୁଖିଆ ଭାବେ ତା'ର ଅନୁଶାସନ ଜାହିର୍ କରି ଆସିଛି ଜନ୍ମରୁ।